ଅଭିଷେକ କାହାକୁ କିଛି ନକହି ପୁଣି ଯାଇ ଜିପରେ ବସିଲା। ତୁରନ୍ତ କୁସେଇକୁ ନେଇ ଡାକ୍ତରଖାନା ଯିବାକୁ ପଡ଼ିବ। ଡାକ୍ତରଖାନା? ଠାକୁରାଣୀ ମନ୍ଦିରର ସେଇ ପୂଜାରୀ ଜଣକ, ଯିଏ ପ୍ରାୟତଃ ତାନ୍ତ୍ରିକ ପରି ଦିଶୁଥିଲା, ଅଭିଷେକର କଥା ଶୁଣି ହସି ଉଠିଲା।: ବୁଝିଲ ବାବୁ, ଏ ଗାଁରେ କେହି ଡାକ୍ତରଖାନା ଯାଆନ୍ତି ନାହିଁ। ସବୁ ଲୋକ ଏଇଠିକି ଆସନ୍ତି। ମୁର୍ଦ୍ଦାର ବି ଜୀବନ ଫେରି ପାଇଛି ଏ ଠାକୁରାଣୀ ମଣ୍ଡପରୁ। ଝିଅ ଠିକ୍ ହୋଇଯିବ।: କିନ୍ତୁ?: କିନ୍ତୁ ଫିନ୍ତୁ କିଛି ନାହିଁ। ତମ ମନରେ ଠାକୁରାଣୀ ପ୍ରତି ଏ ସନ୍ଦେହ ବେଶୀ ବିଘ୍ନ ଆଣିବ। ଚୁପ୍ଚାପ୍ ଘରକୁ ଚାଲିଯାଅ। ଠାକୁରାଣୀ ମଣ୍ଡପଟା ଦିଶୁଥିଲା ଗୋଟାଏ ଭୌତିକ ପରିବେଶ ପରି। ଝୁଣା ଧୂଆଁ ଉଠୁଛି। ଦୁଇ ଦୁଇଟା କାଳିଆ ମୋଟା ଲୋକ କୂଅରୁ ପାଣି ଆଣି କୁସେଇ ଉପରେ ଢାଳୁଛନ୍ତି। କୁସେଇ ଦେହ ମୁଣ୍ଡ କେବେଠୁ ଓଦା ଜୁଡ଼ୁବୁଡ଼ୁ। ବିଚାରୀ ପଥର ପ୍ରତିମାଟେ ପରି ବସିଛି। ଦେହରେ ଜୀବନ ଅଛି କି ନାହିଁ ଜାଣି ହେଉନି। ଅଭିଷେକ ମୁଣ୍ଡ ଭିତରର ଶିରାଗୁଡ଼ିକ ଏଇ ଯେପରି ଫାଟିପଡ଼ିବ। ସେ କଣ କରିବ, କଣ ନ କରିବ ଚିନ୍ତା କରି ପାରୁନାହିଁ। ଗାଁଟାଯାକର ଲୋକେ ଦେଖଣାହାରି ସାଜି ଏସବୁ ଦେଖୁଛନ୍ତି। ଅଭିଷେକ ପୂଜକ ପାଖକୁ ଗଲା–ତମେ ଏପରି କରି ଗୋଟେ ଛୁଆକୁ ମାରି ଦେଇ ପାରିବ ନାହିଁ। ମୁଁ ତାକୁ ଡାକ୍ତରଖାନାକୁ ନେଇକି ଯିବି। ସେ ଆଗେଇ ଯାଇ କୁସେଇକୁ ତା ଜାଗାରୁ ଉଠେଇ ଆଣିଲା। ସଭିଏଁ ତାଟକା ହୋଇ ବସିଛନ୍ତି। ପୂଜାରୀର ରକ୍ତମନ୍ଦାର ଆଖି, ଝୁଣା ଧୂଆଁ ଓ ଦେଖଣାହାରିଙ୍କ କିଂକର୍ତ୍ତବ୍ୟବିମୂଢ଼ ଚେହେରାକୁ ଡେଇଁ ଅଭିଷେକ କୁସେଇକୁ ଜିପରେ ବସେଇଲା ଓ ଯେତେ ଦ୍ରୁତ ଗତିରେ ସମ୍ଭବ ଜିପ୍ ଛୁଟେଇଲା ଡାକ୍ତରଖାନାକୁ। ଡାକ୍ତର କହିଲେ, "ଏତେବେଳକୁ ପିଲାଟା ମରିସାରନ୍ତାଣି। ଏଠିକି ଆଣି ସୁଦ୍ଧା କିଛି ଲାଭ ହୋଇ ନ ଥାନ୍ତା। କାରଣ ସାପକାମୁଡ଼ା ଇଞ୍ଜେକସନ୍ ଏଠି ନାହିଁ। ଏଠିକି କେହି ସାପକାମୁଡ଼ା ରୋଗୀ ଆସନ୍ତି ନାହିଁ।। " ଅଭିଷେକ ଅସହାୟ ଭାବରେ ଡାକ୍ତରଙ୍କୁ ଚାହିଁଲା। ବଣ ପାହାଡ଼ ଜାଗାରେ ସାପ କାମୁଡ଼ା ସ୍ୱାଭାବିକ ଦୁର୍ଘଟଣା। ଅଥଚ ଏ ଡାକ୍ତରଖାନାରେ ସାପକାମୁଡ଼ା ଇଞ୍ଜେକ୍ସନ୍ ନାହିଁ। ସେ ବିଶ୍ୱାସ କରିପାରୁ ନଥିଲା।: କିନ୍ତୁ କୁସେଇର କ'ଣ ହେବ?: ସାପଟା ବିଷାକ୍ତ ନୁହେଁ। ମୋ ପାଖେ ଯାହା ଅଛି ମୁଁ ଦେଉଛି। ବିଷାକ୍ତ ହୋଇଥିଲେ ଏତେବେଳକୁ ପିଲାଟା ମରିସାରନ୍ତାଣି। ଅଭିଷେକ ଦେହରୁ ଝାଳ ବୋହିଗଲା। ତା ନିଜର ପିଲା କେହି ଏ ଦଶାରେ ପଡ଼ିଥିଲେ ହୁଏତ ସେ ଏତେ ବ୍ୟସ୍ତ ହୋଇ ନ ଥାନ୍ତା। କିନ୍ତୁ ପର ପିଲାଟାର କିଛି ହୋଇଗଲେ ସେ ଜୀବନସାରା ନିଜକୁ କ୍ଷମା କରିପାରିବ ନାହିଁ।: କିନ୍ତୁ ଏ ତାନ୍ତ୍ରିକ ଲୋକଟା କି ଭୟଙ୍କର?: କଣ କରିବା କୁହନ୍ତୁ? ବିଷାକ୍ତ ସାପ କାମୁଡ଼ାରେ କେହି ମରିଗଲେ ଲୋକଟା ଦାୟୀ କରିବ ରୋଗୀର ସଂଶୟକୁ। ଅଭିଯୋଗ କରିବ, ତମ ମନରେ ଠାକୁରାଣୀ ପ୍ରତି ବିଶ୍ୱାସ ନାହିଁ, ତେଣୁ ରୋଗୀ ମରିଗଲା। ସାଧାରଣ ସାପ କାମୁଡ଼ାରୁ ରୋଗୀ ବର୍ତ୍ତିଗଲେ ଠାକୁରାଣୀଙ୍କ ମହିମା ପ୍ରଚାର ହେବ। ଏ ବିଷଚକ୍ରରୁ ମୁକ୍ତି ନାହିଁ। ତିନି। ଭୁବନେଶ୍ୱର ଫେରନ୍ତା ରାସ୍ତାରେ କଲ୍ୟାଣୀ ପଚାରିଲା, "କିନ୍ତୁ ତମେ ହଠାତ୍ କାନ୍ଦୁଲିପଡ଼ା ଛାଡ଼ିବା ନିଷ୍ପତ୍ତି ନେଲ କାହିଁକି? ସାପ କାମୁଡ଼ାରୁ ତ କୁସେଇ ବଞ୍ଚିଗଲା। ଏତେ ଶୀଘ୍ର ତମେ ହାରିଗଲ? " ସଂଶୟାକୁଳ ଅଭିଷେକ ଥରେ ଚାହିଁଲା ପଛରେ ଛାଡ଼ି ଆସିଥିବା ବଣଜଙ୍ଗଲ ଘେରା କାନ୍ଦୁଲିପଡ଼ାକୁ। ଦିଗ୍ବଳୟ ଭିତରେ ଅଦୃଶ୍ୟ ହୋଇଗଲାଣି ଛୋଟ ଗାଆଁଟି। କଲ୍ୟାଣୀର ପିଠି ଥାପୁଡ଼େଇ ସେ କହିଲା, ସାପମାନଙ୍କୁ ମୋର ଡର ନ ଥିଲା କଲ୍ୟାଣୀ, କିନ୍ତୁ ମଣିଷମାନଙ୍କୁ ଖୁବ୍ ଡର। ଯେତେ ସହଜ ଓ ସରଳ ବୋଲି ମୁଁ କାନ୍ଦୁଲିପଡ଼ାର ସମସ୍ୟାକୁ ଭାବୁଥିଲି ସେସବୁ ସେତେ ସରଳ ନୁହେଁ। ସମସ୍ୟାର ସେ ଜଟିଳ ଗଣ୍ଠି ସାମ୍ନାରେ ମୋ ପରି ମଣିଷ ଦୟନୀୟ ଭାବେ ଅସହାୟ!: କିନ୍ତୁ କାନ୍ଦୁଲିପଡ଼ା କେତେ ଦିନ ଏମିତି ଅନ୍ଧବିଶ୍ୱାସ ଭିତରେ ପଡ଼ି ରହିଥିବ ଅଭିଷେକ-? କୁସେଇମାନଙ୍କର ଭାଗ୍ୟ ସବୁଦିନେ କ'ଣ ଏମିତି ପଥର ତଳେ ଥିବ? ଅଭିଷେକ ନିରବ ରହିଥିଲା। କଲ୍ୟାଣୀର ଏହି ସରଳ ପ୍ରଶ୍ନର ଉତ୍ତର ତା ପାଖରେ ନ ଥିଲା। ଇଜ୍ଜତ ଲୋକନାଥକୁ କେନ୍ଦ୍ରକରି ଏଭଳି ଏକ ଖବର ମୋତେ ଦିନେ ଶୁଣିବାକୁ ପଡ଼ିବ, ତାହା ମୁଁ କୌଣସି ଦିନ କଳ୍ପନା କରି ନଥିଲି।